' ଏଇ ସୁଯୋଗକୁ ମୁଁ ଅପେକ୍ଷା କରିଥିଲି। ସ୍ନେହଲତାର ମର୍ଡରରେ ସୁବ୍ରତକୁ ଅଭିଯୁକ୍ତ କରି ତା'ର ପାପର ପ୍ରାୟଶ୍ଚିତ୍ତ ଭୋଗ କରିବାର ଯୋଜନା ନେଲି। ଆପଣ ଭାବିପାରିବେ ନାହିଁ, ମି:ଶତ୍ରୁଜିତ, ଏଇ କାମ ପାଇଁ ମୋ ମୁଣ୍ଡରେ କେମିତି ଏତେଗୁଡ଼ାଏ ବୁଦ୍ଧି ସୃଷ୍ଟି ହେଇଗଲା। ମୁଁ ଜାଣିଥିଲି, ସୁବ୍ରତ ଚୂରଟ ଖାଏ। ଆଉ ସେ ଯେ କୋଉ ପ୍ରକାର ଚରଟ ଖାଏ ମୁଁ ଜାଣିଥିଲି। ସେଇ ଚୂରଟ ଖୁବ୍ ଗୋପନରେ ମୁଁ ସଂଗ୍ରହ କଲି। କେବଳ ସେତିକି ନୁହେଁ, ମି ଶତ୍ରୁଜିତ, ତା ପୂର୍ବରୁ ମୋର ମାଇନିଂ ରେସିଡ଼େନସ୍ର ଟେଲିଫୋନ ଖୋଲି ନେଗେଟିଭ୍ଟିକୁ ଡିସକନେକ୍ଟ କରିଦେଇଥିଲି। କାରଣ ତା'ର ମୃତ୍ୟୁ ଖବର ମୁଁ ହଠାତ୍ ଯେମିତି ନ ପାଏ। ସେଠାରେ ବି ସୁବ୍ରତକୁ ଅଭିଯୁକ୍ତ କରିବାପାଇଁ ମୁଁ ଅ ଅର୍ଦ୍ଧଦଗ୍ଧ ଚୁରଟ ଛାଡ଼ିଯାଇଥିଲି। ଏତକ ଚତୁରତାସହ ସମ୍ପନ୍ନ କଲା ପରେ ମୁଁ ଗୋଟାଏ ତୀକ୍ଷ୍ଣ ବର୍ଚ୍ଛା ଯୋଗାଡ଼ କରିନେଲି। ରାତି ନଅଟା ପରେ ପରେ ଆମ ଘରଠାରୁ କିଛି ଦୂରରେ ଗାଡ଼ି ରଖି ଖୁବ୍ ଗୋପନରେ ଅଟ୍ଟାଳିକା ଭିତରେ ପ୍ରବେଶ କଲି। ଉପର ମହଲାରେ ଆଲୋକ ଜଳୁଥିଲା। ମୁଁ ନିର୍ଦ୍ଦିଷ୍ଟ ଭାବରେ ଜାଣିନେଇଥିଲି ଯେ ସ୍ନେହ ସୁବ୍ରତର ପ୍ରତୀକ୍ଷାରେ ରହିଛି। ତେଣୁ ତା'ର ଅଲକ୍ଷ୍ୟରେ ମୁଁ ତଳ ମହଲାକୁ ଆସିଥିଲି। ମୁଁ ସନ୍ତର୍ପଣରେ ଡ୍ରଇଂରୁମରେ ଅପେକ୍ଷା କରି ରହିଲି। କାରଣ ମୁଁ ରତନାକୁ କହିଥିଲି ସେ ସୁବ୍ରତକୁ ଯାଇ କହିବ ଯେ କୌଣସି ଏକ ଜରୁରୀ କାମରେ ସ୍ନେହ ଠିକ ରାତି ଏଗାରଟା ବେଳେ ସେଠାକୁ ଆସିବାକୁ କହିଛି ବୋଲି। ତେଣୁ ମୁଁ ଭାବିଥିଲି ସୁବ୍ରତ ପ୍ରବେଶ କରିବାର ପାଞ୍ଚମିନିଟ୍ ପୂର୍ବରୁ ମୁଁ ସ୍ନେହକୁ ହତ୍ୟା କରି ଚାଲିଯିବି। ତା ପୂର୍ବରୁ ମୁଁ ତା'ର ଉପସ୍ଥିତିର ପ୍ରମାଣ ପାଇଁ ଦୁଇଖଣ୍ଡ ଅର୍ଦ୍ଧଦଗ୍ଧ ଚୁରଟ ଛାଡ଼ିଯାଇଥିଲି। 'ଠିକ୍ ଏଗାରଟା ବାଜିବାର ପନ୍ଦର ମିନିଟ୍ ପୂର୍ବରୁ ମୁଁ ଯାଇ ସ୍ନେହର ଶୟନକକ୍ଷର ବାହାରେ ଛିଡ଼ା ହୋଲି। ବାହାର ପାଖ ଅନ୍ଧକାର ଥିଲା, ଆଉ ତା'ର ସୁଇଚି ମୋ ହାତ ପାଖରେ ଥିଲା। ମୁଁ ଜାଣିଥିଲି, ଚୁରଟ ଟାଣିଲେ ସୁବ୍ରତ ବୋଲି ଭାବି ସ୍ନେହ ନିଶ୍ଚୟ ବାହାରକୁ ଆସିବ। ମୋର ଅନୁମାନ ଅବ୍ୟର୍ଥ। ସେ ବାହାରକୁ ଆସିଲଥିଲା। କିନ୍ତୁ ସିଧା ସୁଇଚ୍ ପାଖକୁ ନ ଆସି କିଚିନରୁମ ଆଡ଼େ ଯାଉଥିଲା। ସେଇ ଅବସରରେ ମୋର ସମୁଦାୟ ଶକ୍ତି ଖର୍ଚ୍ଚକରି ତା'ର ବକ୍ଷ ଦେଶରେ ବର୍ଚ୍ଛା ବସାଇଦେଲି। ଆଉ ପର ମୁହୂର୍ତ୍ତରେ ସମସ୍ତ ଶକ୍ତି ସଞ୍ଚୟ କରି ବର୍ଚ୍ଛା ବାହାର କରି ଆଣିଲି। 'କିନ୍ତୁ ମି: ଶତ୍ରୁଜିତ୍, ସ୍ନେହରେ ସେଇ ଆକୁଳ ଚିତ୍କାରରେ ମୁଁ ବିବ୍ରତ ହେଇପଡ଼ିଲି। ପରବର୍ତ୍ତୀ ପଦକ୍ଷେପ ମୋର ଆଉ ମନେପଡ଼ିଲା ନାହିଁ। ମୁଁ ଗାଡ଼ି ନେଇ ଯେତେ ଶୀଘ୍ର ପାରେ ପଳାଇବାରେ ଲାଗିଲି। ବର୍ଚ୍ଛାଟିକୁ ପାହାଡ଼ର ଏକ ଝରଣା ଭିତରକୁ ଫୋପାଡ଼ିଦେଲି। ତା'ପରେ ମୋ ପାଇଁ ଅପେକ୍ଷା କରିଥିବା ମାଇନିଂ ଅଫିସରଙ୍କ ପାଖକୁ ଚାଲିଗଲି। ଅବଶ୍ୟ ଏହା ଭିତରେ ମୋ ଗାଡ଼ି ଯେ ଗତ ରାତିରେ ବ୍ୟବହାର ହେଇ ନଥିଲା ଅଥବା ମୁଁ ବାହାରକୁ ଯାଇ ନ ଥିଲି ଏଥିପାଇଁ ପୋଲିସକୁ ସବୁ ପ୍ରମାଣ ଦେବାର ବନ୍ଦୋବସ୍ତ କରି ଦେଇ ଯାଇଥି। 'କିନ୍ତୁ ମି: ଶତ୍ରୁଜିତ୍, ମୁଁ ପାରିଲି ନାହିଁ। ଏଇ ଦୁଇଦିନ ସ୍ନେହର ସେଇ କରୁଣ ଆର୍ତ୍ତନାଦ ମୋତେ ବିବ୍ରତ କରିଛି। ମୁଁ ହତ୍ୟାକାରୀ। ସ୍ନେହ ଯାହା ହେଲେ ବି ମୋର ସ୍ତ୍ରୀ। ମୁଁ ମୋ ସ୍ତ୍ରୀକୁ ହତ୍ୟା କରିଛି।